ଅନେକ ଦିନର ଆକାଂକ୍ଷିତ ସ୍ଥାନ କାଶ୍ମୀର। ଜଳବାୟୁ ପରିବର୍ତ୍ତନ ପାଇଁ କାଶ୍ମୀର ଯିବା କିଛି ମନ୍ଦ ପ୍ରସ୍ତାବ ନୁହେଁ ମୁହଁ ବୁଲାଇ ହସିଦେଇ ଲୋପାମୁଦ୍ରା କହିଲା-ଯିବି ବାପା! ତୁମେ ବାହାର ଆନନ୍ଦରେ ଉଠି ଆସିଲେ ଶାନ୍ତନୁ। କାଶ୍ମୀର। ଭୁସ୍ୱର୍ଗ କାଶ୍ମୀର ରାଜ୍ୟ। ଏଠି ଫୁଟିଲା ଫୁଲର ମହକ ଜାଗେ ବୁଲ୍ ବୁଲ୍ ଗାଏ। ଅଙ୍ଗୁର, ବେଦାନା, ନାସପାତି ବଗିଚାରେ ମଣିଷ ଆତ୍ମହରା ହୁଏ। ପାଣି ଉପରେ ମଧ୍ୟ ଏଠି ବଗିଚା ଭାସେ। ନିଶ୍ଚୟ ନିଶ୍ଚୟ ଲୋପାମୁଦ୍ରା ଥରେ ଦେଖି ଆସିବ କାଶ୍ମୀର। ଚିନ୍ତା କରୁ କରୁ ଟିକେ ଶାନ୍ତିରେ ଶୋଇବାକୁ ଚେଷ୍ଟାକଲା ଲୋପାମୁଦ୍ରା ଶୀତଦିନିଆଁ ରାତିଟା ନିବିଡ଼ ଭାବେ ଆଶ୍ଳେଷ କରୁଛି ଚତୁର୍ଦିଗରୁ। ଆତ୍ମହରା ହୋଇ ଲୋପାମୁଦ୍ରା ଦେଖୁଛି କେବଳ କାଶ୍ମୀରର ସ୍ୱପ୍ନ। ଏଇ କାଶ୍ମୀରକୁ ରକ୍ଷା କରିବାପାଇଁ ଦେଶର ଶହ ଶହ ଯବାନ୍ ଆତ୍ମଦାନ କରିଛନ୍ତି। ଦେଶର ମାନ ରକ୍ଷା କରିଛନ୍ତି। ସେହି କାଶ୍ମୀରକୁ ପୁଣି ଥରେ ନୂଆ କରି ଆବିଷ୍କାର କରିବ କୁମାରୀ ଲୋପାମୁଦ୍ରା ଆଖି ଖୋଲି ଛାତ ଆଡ଼କୁ ଚାହିଁଲା ସେ। ଏ କ'ଣ? ଛାତଟା ଯେ ହଠାତ୍ ଘୂରିବାକୁ ଆରମ୍ଭ କରିଛି। ଆକାଶରେ ଉଡ଼ିବାକୁ ଉପକ୍ରମ କରୁଛି। ତେବେ? ନାଁ ଲୋପାମୁଦ୍ରା ପାଗଳୀ ହୋଇନାହିଁ। ଯେଉଁ ଦେଶର ବୀର ଯବାନ୍ ଖଣ୍ଡିଏ ପୋଷାକ ନ ପାଇ ବରଫ ଉପରେ ଯୁଦ୍ଧ କରୁଛି ଯେଉଁ ଦେଶର ଚାଷୀ ଚାଉଳ ଅଭାବରେ, ଅଟା ଅଭାବରେ ଚିତ୍କାର କରୁଛି ସେହି ଦେଶର ମଣିଷ କୁମାରୀ ଲୋପାମୁଦ୍ରା ସେ ଜଳବାୟୁ ପରିବର୍ତ୍ତନ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯିବ କାଶ୍ମୀର ପରିଦର୍ଶନରେ ବିଛଣା ଉପରେ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ଲୋପାମୁଦ୍ରା। ଏ କ'ଣ? ଘରର କାନ୍ଥ, ବାଡ଼, ଛାତ ସମସ୍ତେ ତା' ଆଡ଼କୁ ଚାହିଁ ସତେ ଯେମିତି ବିକଟାଳ ସ୍ୱରରେ ବିଦ୍ରୂପ କରୁଛନ୍ତି। ଆକ୍ଷେପ କରୁଛନ୍ତି। ଧଡ଼୍କରି ବିଛଣା ଉପରୁ ଉଠି ଠିଆ ହୋଇଗଲା ଲୋପାମୁଦ୍ରା। ବିଜୁଳିବତୀଟା ଆଡ଼େ ହାତ ବଢ଼ାଇ କହିଲା-''କହ କହ ଆଲୋକ ବାରିଷ୍ଟର ଶାନ୍ତନୁଙ୍କ ଘରେ ତୁ ଯେଉଁ ଶକ୍ତି ନେଇ ଚଳୁଛୁ ରାସ୍ତା ଉପରକୁ ଗଲେ ସେ ଶକ୍ତି ଯାଉଛି କୁଆଡ଼େ? ବାରିଷ୍ଟର ଶାନ୍ତନୁଙ୍କ ଘର ବାହାରେ ଯେ ଗୋଟାଏ ବିରାଟ ଦୁନିଆଁ ରହିଛି.. ଏ କଥା କ'ଣ ତୁ ଭୁଲିଯାଇଛୁ? '' ଲୋପାମୁଦ୍ରାର ଚିତ୍କାର କେବଳ ପ୍ରତିଧ୍ୱନି ସୃଷ୍ଟିକଲା ଘର ଭିତରେ। ପ୍ରତିଧ୍ୱନିର ଉତ୍ତର ଦେବାପାଇଁ ରୁଦ୍ରବେଗରେ ବୁଲିପଡ଼ିଲା ଲୋପାମୁଦ୍ରା। ସେମିତି ଚିତ୍କାର କରୁଥିଲେ ସେ ''କିଏ କିଏ ଶୂନ୍ୟରେ ରହି ମୋ କଥାର ପ୍ରତିବାଦ କରୁଛ? ମୋତେ ଯେମିତି ତୁମେ ବଞ୍ଚିବା ପାଇଁ ଅବାରିତ ସୁବିଧା ଦେଉଛ ସେମିତି ଦୁନିଆଁକୁ ଦେଉନ କାହିଁକି? ମୁଁ ଜାଣେ.. ତୁମ ପ୍ରତିବାଦର ପ୍ରତିଧ୍ୱନି ମିଛ। କାରଣ କୋଠରୀ ମଧ୍ୟରେ ପ୍ରତିଧ୍ୱନି ହୁଏନା। '' ପୁଣି ହଠାତ୍ ସ୍ଥାଣୁ ଭଳି ଠିଆ ହୋଇଗଲା ଲୋପାମୁଦ୍ରା। ସେ ପାଗଳୀ ହୋଇ ଯାଇଛି.. କକ୍ଷପଥ ହୁଡ଼ି ସେ ଛୁଟିଛି ଏକ ଅଦୃଶ୍ୟ ଶକ୍ତିର ତାଡ଼ନାରେ। କାନ୍ଥ ଉପରେ ପୁଣି ସେହି ନିଜର ପ୍ରତିବିମ୍ବ। ନାଁ ନାଁ ଏ ପ୍ରତିବିମ୍ବ ଏଯାଏ ମଧ୍ୟ ନିଜଠାରୁ ଦୂରେଇ ଯାଇନି। ସେ ସେମିତି ଅକ୍ଷୁର୍ଣ୍ଣ ରହିଛି କେବଳ ଲୋପାମୁଦ୍ରା ପାଇଁ। ସେହି ସ୍ଥାନରେ ଆଣ୍ଠେଇ ପଡ଼ିଲା ଲୋପାମୁଦ୍ରା ହାତଯୋଡ଼ି ପ୍ରାର୍ଥନା କଲା କେଉଁ ଏକ ଅନନ୍ତ ଶାନ୍ତିର କାମନାରେ। ଆଖିରୁ ବହୁଥିଲା ଲୋତକ। ମନେ ମନେ କହୁଥିଲା ସେ-''ମୁଁ ସ୍ୱାର୍ଥପର ନୁହେଁ ଭଗବାନ୍-ମୁଁ କେବଳ ମୋର ଭାରବାହୀ ଜୀବ '' ହଠାତ୍ ଶୀତଦିନିଆଁ ରାତିଟା ଆହୁରି ଶୀତଳ ହୋଇଉଠିଲା। ଏଥର ଖଟଉପରେ ଶୋଇପଡ଼ି ଦୁଇ ତିନିଟା।? '' ଆନନ୍ଦ ଅଧୀର ଚିତ୍ତରେ ଲୋପାମୁଦ୍ରା ନିଜ ଛାତିରେ ଜାବୁଡ଼ି ଧରି ଚନ୍ଦ୍ରାବତୀ କହିଲା-''ହଁ ବିବାହ! ଯାହା ଜୀବନରେ କେବଳ ଥରେ ଆସେ-ସେହି ବିବାହ। ଗତ କାଲି ମୁଁ ଅଧ୍ୟାପକ ହେମକାନ୍ତଙ୍କୁ ବିବାହ କରିଛି। ଖବର ଦେବାକୁ ସମୟ ନ ଥିଲା। ଟେଲିଗ୍ରାମ କରିଦେଲି-। ତା'ହେଲେ ତୁମେ କ'ଣ ଟେଲିଗ୍ରାମ ପାଇନାଁ? '' ଚନ୍ଦ୍ରାବତୀର ଆଲିଙ୍ଗନ ଭିତରୁ ଖସି ଆସି ମୁହଁ ବୁଲାଇ ଚାଲିବାକୁ ଲାଗିଲା ଲୋପାମୁଦ୍ରା ପଛରୁ ହୁଡ଼ି ପକାଉଥିଲା ଚନ୍ଦ୍ରାବତୀ.